ମଧୁମେହ ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଅନେକ ଦିନ ପର୍ଯ୍ୟନ୍ତ ଉଚ୍ଚ ଥାଏ। ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ। ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ। ସେଗୁଡ଼ିକର ନାମ ଡାଏବେଟିକ କିଟୋଏସିଡୋସିସ ଓ ନନକିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା। ସାଂଘାତିକ ଦୀର୍ଘକାଳୀନ ଜଟିଳତାଗୁଡ଼ିକର ନାମ ହୃତ୍ପିଣ୍ଡ ରକ୍ତନଳୀ ରୋଗ ଷ୍ଟ୍ରୋକ ବୃକ୍କ ଫେଲ ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି। ଅଗ୍ନାଶୟରୁ ଇନସୁଲିନ କ୍ଷରଣ ନ ହେଲେ ବା ନିର୍ଗତ ଇନସୁଲିନ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ। ମୁଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ। ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ବ୍ୟାୟାମ ଧୂଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ। ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦଯତ୍ନ ନେବା ନିତାନ୍ତ ଆବଶ୍ୟକ। ଇନସୁଲିନ ଇଞ୍ଜେକସନ ଦେଇ ମଧୁମେହ ଟାଇପ ଏକ ରୋଗ ଚିକିତ୍ସା କରାଯାଏ। ମଧୁମେହ ଟାଇପ ଦୁଇ ରୋଗକୁ ଔଷଧ ସାହାଯ୍ୟରେ ଇନସୁଲିନର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ। କେତେକ ଔଷଧ ପାଟିରେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ। ମୋଟାପଣ ଥିଲେ ଓଜନ କମାଇବା ଅପରେସନ କରି ଟାଇପ ଦୁଇର ଚିକିତ୍ସା କରାଯାଏ। ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ। ମୃତ୍ୟୁ ସଙ୍କଟ ଡାଏବେଟିସ ଯୋଗୁ ଦୁଇ ଗୁଣ ହୋଇଯାଏ। ଶରୀରରେ ସ୍ୱାଭାବିକ ରକ୍ତଶର୍କରା ମାତ୍ରା ଶତକଡ଼ା ସୋହେ ମିଲିଗ୍ରାମରୁ କମ ଓ ଖାଇବାର ଦୁଇ ଘଣ୍ଟା ପରେ ଶତକଡ଼ା ଏକ ଶହ ଚାଳିଶି ମିଲିଗ୍ରାମରୁ କମ। ରକ୍ତଶର୍କରା ମାତ୍ରା ବୃଦ୍ଧି ପାଇ ଖାଲି ପେଟରେ ଏକ ଶହ ଛବିଶି ମିଲିଗ୍ରାମ ଓ ଖାଇବାର ଦୁଇ ଘଣ୍ଟା ପରେ ଦୁଇ ଶହ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ ହୋଇଛି ବୋଲି କୁହାଯାଏ। ରକ୍ତଶର୍କରା ଶତକଡ଼ା ଏକ ଶହ ଅଶୀ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ। ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ। ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି। ଡାଇବେଟିସ ଏକା ଆସେ ନାହିଁ। କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବା ପରେ ଉଚ୍ଚ ରକ୍ତଚାପ ହୃଦରୋଗ ସ୍ନାୟୁରୋଗ ସ୍ମୃତିହ୍ରାସ ରୋଗ ଯୌନଶକ୍ତି ହ୍ରାସ ସଂକ୍ରମଣ ରୋଗ ଚର୍ମରୋଗ ପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି। ଉନାଇଶ ଶହ ବାଇଶି ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଡାଇବେଟିସ ରୋଗ ଉପରେ ଗବେଷଣା କରି ନୋବେଲ ପୁରସ୍କାର ପାଇସାରିଲେଣି। ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ। ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା। ଜୀବନଶୈଳୀରେ ଖାଦ୍ୟ ଯୋଗ ବ୍ୟାୟାମ ମାନସିକ ସନ୍ତୁଳନ ରକ୍ଷା ହିଂସା ଲୋଭ ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା ଉତ୍ତମ ପାରିବାରିକ ସମ୍ପର୍କ ଭଲ ବହି ପଢ଼ିବା ଆର୍ଥିକ ସଂଗତି ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୁତ୍ୱପୂର୍ଣ୍ଣ। ଏଥିରେ କିଛି ମାତ୍ରାରେ ଡାଇବେଟିସ ନିୟନ୍ତ୍ରିତ ହୁଏ।